ଅଥଚ ସେଇ ଅଭିମାନୀ ନୀହାର; ଯେ କି ଥରେ ସନ୍ଧ୍ୟାବେଳେ ଜଣେ ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ସାଗରୀକାକୁ ବସି ଥିବାର ଦେଖି ରାଗ, ଅଭିମାନ ଓ ଦୁଃଖରେ ତା' ଘରଠୁ ଫେରି ଯାଇଥିଲା; ସେ ପୁଣି ତା' ବିଷୟରେ ଏତେ କଥା ଶୁଣିଲା; ଅଥଚ ସେ ବିଷୟ ଉଲ୍ଲେଖ କରି, ଦିନେହେଲେ ତା' ପାଖକୁ ଧାଡ଼ିଟିଏ ଲେଖିଲାନି। କାହିଁକି? କାହିଁକି ସେ ଏତେ ବଦଳି ଗଲା। ଯେ କୌଣସି କଥାକୁ ଭ୍ରୁକ୍ଷେପ କରୁ ନଥିଲା, ସେ ପୁଣି ଏତେ ଅସହାୟ ଭାବରେ, ନିଜ ମନ ଭିତରର ଦୁଃଖ ବେଦନାକୁ ଲୁଚାଇ ରଖିଛି କାହିଁକି? କାହିଁକି ଆଜି ନିଜ ହାତଲଗା ନିଆଁରେ ନିଜକୁ ଜାଳି ଦେଉଛି ନୀହାର? କ'ଣ ତା'ର ନାଇଁ–କ'ଣ ତା'ର ଅଭାବ? ସେ ତ ସାଗରୀକାକୁ ଭୁଲିଯାଇ ପାରିଥାନ୍ତା–ସୁଖ ଶାନ୍ତି ଓ ଆନନ୍ଦରେ ନୂତନ ଜୀବନ ଗଢ଼ିପାରି ଥାନ୍ତା–କିନ୍ତୁ କାହିଁକି; କାହା ପ୍ରତି ଅଭିମାନ କରି ସେ ନିଜର ସୁନ୍ଦର ଜୀବନକୁ ଏପରି ତିଳ ତିଳ କରି ଜାଳି ପୋଡ଼ି ଛାରଖାର କରିଦେଲା? କ'ଣ ପାଇଁ କାହିଁକି? କ'ଣ ବା ପାଇଲା ସେ? ଥରେ ତା'ର ଜଣେ ବନ୍ଧୁ ପ୍ରସନ୍ନ କୁମାରଙ୍କ ସହିତ ନୀହାରର ଅତି ଅଦ୍ଭୁତ ଭାବରେ ସାକ୍ଷାତ ଓ ପରିଚୟ ହୋଇଥିଲା। ସେ ଆସି ତା' ବିଷୟ ସାଗରୀକା ଆଗରେ କହୁଥିଲେ। ସେଇ କଥାରୁ ସାଗରୀକା ବୁଝିଥିଲା ନୀହାରର ଅବସ୍ଥା। ଲେଖକ–ସମ୍ମିଳନୀରେ ଯୋଗ ଦେବାକୁ କଟକରୁ ରିଜର୍ଭ–ବସରେ ଭୁବନେଶ୍ୱର ଯାଉଥାନ୍ତି ପ୍ରସନ୍ନ କୁମାର। ଯଦିଓ ସାହିତ୍ୟିକ ନୁହନ୍ତି, କି ଲେଖକ–ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ ପାଇ ନଥାନ୍ତି; ତଥାପି କେତେକ ବନ୍ଧୁଙ୍କ ଅନୁରୋଧକ୍ରମେ ସେ ଯାଉଥାନ୍ତି। ବସରେ ତାଙ୍କ ପାଖରେ ଜଣେ ସୌମ୍ୟଦର୍ଶନ ଯୁବକ ବସି କ'ଣ ଗୋଟାଏ ସାହିତ୍ୟ–ପତ୍ରିକାରେ ମନୋନିବେଶ କରିଥାନ୍ତି। ବସ୍ ଚାଲିବାର କିଛି ସମୟ ପରେ; ସେ ଯୁବକ ଜଣକ ପତ୍ରିକା ପଢ଼ା ବନ୍ଦ କରି, ବାହାରକୁ ଚାହିଁଲେ। କିଛି ସମୟ ପରେ ବସ୍ ଭିତରେ ଆଖି ବୁଲାଉ ବୁଲାଉ ପ୍ରସନ୍ନ କୁମାରଙ୍କ ଉପରେ ତାଙ୍କରି ଦୃଷ୍ଟି ପଡ଼ିଲା। ଦୁହେଁ ଦୁହିଁଙ୍କର ସମ୍ପୂର୍ଣ୍ଣ ଅପରିଚିତ। ସେ ଯୁବକ ଜଣକ ସାମାନ୍ୟ ସ୍ମିତ ହସି ପଚାରିଲେ– ''ଆପଣ କ'ଣ ସାହିତ୍ୟ–ସମ୍ମିଳନୀକୁ ଯାଉଛନ୍ତି? '' ''ଆଜ୍ଞା... '' ''ଆପଣ କ'ଣ କରନ୍ତି। '' ''ମୁଁ ଏଇଠି ଜଣେ ଅଧ୍ୟାପକ। ରାଜନୀତି ବିଜ୍ଞାନରେ। '' ''ଲେଖାଲେଖି କରନ୍ତି। '' ''ନା। '' ''ଜମା କିଛି ଲେଖନ୍ତିନି। '' ''ନାଇଁ–ସେମିତି। ତେବେ ଆଜିକାଲି ଗୋଟାଏ ଗୋଟାଏ କବିତା ଲେଖୁଛି। ପ୍ରାୟ ପ୍ରେମ–କବିତା। '' ''ପ୍ରେମ–କବିତା–କାହିଁକି? ହସି କରି ପଚାରିଲେ ଯୁବକ ଜଣକ। '' ''ହଁ–ସେମିତି; ଗୋଟେ ପ୍ରେମରେ ପଡ଼ିଯାଇଛି। ସେ ଝିଅଟିର ଇଚ୍ଛା ଯେ ମୁଁ କବିତା ଲେଖିବା ଉଚିତ୍। '' ''ବାଃ–ବଡ଼ ଚମତ୍କାର ଇଚ୍ଛା ତ? '' ''ହଁ–ସେ ଝିଅ ଯେତେବେଳେ ପୁରୀରେ ପଢ଼ୁଥିଲା ତା'ର କବି ନୀହାର ରଞ୍ଜନଙ୍କ ସହ ପ୍ରେମ ଥିଲା। ସେଇ ପ୍ରଭାବ ରହିଯାଇଛି। ଆପଣ କ'ଣ ସେ ଖବର ଶୁଣି ନଥିବେ କି? '' ''ମୁଁ? '' ହଠାତ୍ ଗମ୍ଭୀର ହୋଇଗଲେ ଯୁବକ ଜଣକ। ''ହଁ–ସେ ଖବର ଚାରିଆଡ଼େ ଚହଳ ପକାଇ ଥିଲା ସେତେବେଳେ। ଭାରି କଦର୍ଯ୍ୟ ଲୋକ ନୀହାର ରଞ୍ଜନ ଆଜ୍ଞା। ଏକଦମ୍ ନଷ୍ଟ ଚରିତ୍ର। ଲୋକଟାର ସାଧାରଣ ବିଚାର ବୁଦ୍ଧି ବା ହିତାହିତ ଜ୍ଞାନ ବି ନାହିଁ। ଏ କଥା ସମସ୍ତେ ଜାଣନ୍ତି। '' ହସିଲେ ଯୁବକ ଜଣକ। ଟିକିଏ ବ୍ୟଙ୍ଗ କଲା ଭଳି କଣ୍ଠରେ କହିଲେ–'ହୋଇଥିବ। ''ତଥାପି ଆମେ ଦୁହେଁ ପରସ୍ପରକୁ ବିବାହ କରିବୁ ବୋଲି ସ୍ଥିର କରି ସାରିଚୁ'' କହିଲେ ପ୍ରସନ୍ନ କୁମାର। ଯୁବକ ଜଣକ ପୁଣି ଟିକିଏ ହସି କହିଲେ–''ଭଲ କଥା। '' ଜଣେ ଦରଦୀ ବନ୍ଧୁ ପାଇଲା ପରି ସେଇ ଯୁବକ ଜଣକ ଆଗରେ ପ୍ରସନ୍ନ କୁମାର ନିଜର ସମସ୍ତ ପ୍ରେମାନୁଭୂତି ଅତି ନିଃସଙ୍କୋଚରେ ପ୍ରକାଶ କଲେ। ସେ କେତେ ଭଲ ପାଆନ୍ତି ସାଗରୀକାକୁ–ସାଗରୀକା ବି ତାଙ୍କୁ କେମିତି ହୃଦୟ ଦେଇ ଭଲପାଏ; ଆଉ ସେ ଅତୀତରେ ନୀହାର ରଞ୍ଜନଙ୍କ ସହ ତା'ର ସମ୍ପର୍କ ଲାଗି ଯେ କେତେ ଦୁଃଖିତ ଓ ଅନୁତପ୍ତ, ଏହା ସବୁ କଥା ଭିତରେ ଭୁବନେଶ୍ୱରରେ ଆସି ବସ୍ ପହଞ୍ଚିଲା। ଲେଖକ–ସମ୍ମିଳନୀର ପ୍ରଥମ ଅଧିବେଶନ କବି–ସମ୍ମିଳନୀ। ପ୍ରସନ୍ନ କୁମାର ଓ ସେ ଯୁବକ ଦୁହେଁ ଯାଇ ପାଖାପାଖି ବସିଲେ। ବିଭିନ୍ନ କବିମାନେ ଆବୃତ୍ତି କରୁଥିବା କବିତା ଉପରେ ଛୋଟ ଆଲୋଚନା ଚାଲିଲା।